' ଏଇ ମୂର୍ଖ ବାଳୁଙ୍ଗା ମୂର୍ଖ ବାଳୁଙ୍ଗା! ଯେତେ ସବୁ ମଣିଷ ଯାହାଙ୍କୁ ବଡ଼ଲୋକ କହନ୍ତି ଯିଏ ବହୁତ ପାଠ ଶାଠ ପଢ଼ିଛନ୍ତି ଯିଏ ନିଜକୁ ସଭ୍ୟ ବୋଲାନ୍ତି ସେ କହନ୍ତି ୟେଙ୍କୁ ମୂର୍ଖ। କହନ୍ତି ଏଇ ମୂର୍ଖ ହାଟୁଆ ବାଟୁଆ ଲୋକଗୁଡ଼ାଙ୍କର ଖୁବ୍ ଛାତି। ଏମାନଙ୍କର ସୂଷ୍ମ ଅନୁଭୂତି ନାହିଁ। ହୃଦୟଟା କୁନ୍ଥା। ସୁଖ ଦୁଃଖକୁ ବଡ଼ବଡ଼ିଆ ଧୋବ ଧବଳମାନେ ସବୁ ଯେତେ ମିହି ଭାବରେ ଅନୁଭବ କରନ୍ତି ୟେଙ୍କର ସେଭଳି ଅନୁଭବ କରିବାର ଶକ୍ତି ନାହିଁ। ରାମବାବୁ କହିଲେ ବଡ଼ ସୁଖର ମରଣ ଏସେ କାହାକୁ କନ୍ଦାଇ ଯାଇ ନାହିଁ। ଚକରା କହିଲା ''ଗାଁଯାକ ସମସ୍ତେ ଗାଳି ଦେଉଛନ୍ତି ଠାକୁରାଣୀଙ୍କି ପୋଡ଼ିଲେ ଆଉ ଗାଁରେ ରକ୍ଷା ରକ୍ଷଣ ରହିବ ନାହିଁ। '' ବାଳୁଙ୍ଗା କହିଲା ''ତୋର ଆଉ ମରିବାକୁ ବାକି କିଏ ଅଛିରେ? ଗାଁଯାକ ମରନ୍ତୁ! '' ଚକରା କହିଲା ''ଗାଁଟାଯାକ ମଲେ ମୁଁ କାହାଘରେ ଖଟି ଖାଇବି? '' ବାଳୁଙ୍ଗା କହିଲା ''ତୁ ଏକା କ'ଣ ଆଉ ବଞ୍ଚି ରହିବୁ କି? '' ଚକରା କହିଲା ''ନ ବଞ୍ଚିବି କିଆଁ ବଞ୍ଚିଛି ତ! ବାପ ମଲା, ମା ମଲା, ଭାଇ ମଲା, ମାଇପ ମଲା, ତଥାପି ମୁଁ ମରି ନାହିଁ। ମୋ ଜୀବ ବଡ଼ ଟାଣୁଆ ଜୀବ, ସେ ସହଜରେ ଯିବ ନାହିଁ। '' ହଁ, ଏଇ ଲୋକଗୁଡ଼ାକ। ୟାଙ୍କର ଯେମିତି ମାୟା ନାହିଁ ମମତା ନାହିଁ ତୁଣ୍ଡରେ ବାଟୁଳି ବାଜୁନାହିଁ କେଡ଼େ ସହଜରେ ନିର୍ବିକାର ଭାବରେ ଏ କହିଯାଉଚି ବାପମଲା, ମା ମଲା, ମାଇପ ମଲା, ଭାଇ ମଲା ସେ ସବୁଙ୍କ ମରଣରେ ୟାର ଯେମିତି କିଛି ହାନିଲାଭ ନାହିଁୟାର ଯିମିତି କୋଉଠି କିଛି ହେଇ ନାହିଁ–କୋଉଠି ଟିକିଏ ଆଘାତବି ଲାଗି ନାହିଁ। ''ତୋର କଷ୍ଟ ହଉ ନାହିଁ ଚକରା, ଏତେଗୁଡ଼ାଏ ଲୋକ ସାରା ବଂଶଟା? '' ରାମ ପଚାରିଲା। ''କଷ୍ଟ? କଷ୍ଟ କରି ଲାଭ କ'ଣ? '' ଚକରା କହିଲା। ବାଳୁଙ୍ଗା ତା'ର ଜବାବ ଦେଲା–କଷ୍ଟ? କଷ୍ଟ କରିବାକୁ ତର ଦଉଚି କିଏ? କଷ୍ଟ କରିବାଟା କାହାରି ଏକଚାଟିଆ ନୁହେଁ ବାବୁ। ତମ ବଡ଼ବଡ଼ିଆମାନଙ୍କର ବେଳଥାଏ କାନ୍ଦିବାକୁ। ଆମର ବେଳ କାହିଁ? ଆମକୁ ବେଳ ଦଉଚି କିଏ? ଦୁଃଖୀ ହସି ହସି କହିଲା–''ତମକୁ ଫୁରୁସତ୍ ଦେଲେ ତମେ କାଳେ କାନ୍ଦିବ ସେଇଥି ଯୋଗୁଁ ତମ ଉପକାରୀ ଲୋକେ ତମକୁ କାନ୍ଦିବାପାଇଁ ବେଳ ଦିଅନ୍ତି ନାହିଁ। ''ହଁ ବାବୁ, ଆମ କାନ୍ଦଣାଗୁଡ଼ାକ ସେଥିପାଇଁ ସେ କାନ୍ଦନ୍ତି। ବାସ୍ତବିକ କାନ୍ଦଣା ବେଶ ଏଇ ବଡ଼ଲୋକଙ୍କର। କହନ୍ତି, ଆମର ଅନୁଭୂତି ସୂକ୍ଷ୍ମ ଆଉ କୃଷ୍ଟି ଉଚ୍ଚ। ଏ ଗର୍ବ କରନ୍ତି ସେ। ଦୁନିଆର କେତେ ଚକରା କାଲି ପରି ମାଇପକୁ ଖାଇ ଆଜି ପୁଣି ଠାଇଁ ହେଇ ପଡ଼ୁଛନ୍ତି। ସେଥିପାଇଁ ତାଙ୍କ ହୃଦୟଟା କୁନ୍ଥା। ଆଉ ବଡ଼ବଡ଼ିଆଙ୍କର ମାଇପ ମଲେ ସେ କାନ୍ଦନ୍ତି, ଝୁରି ହୁଅନ୍ତି, ଫଟ ରଖି ଚାହାଁନ୍ତି, ପକ୍ଷେ ନୁହେଁ ମାସେ ନୁହେଁ ବର୍ଷେ ଦି' ବର୍ଷ ଏମିତି କଟିଲା ପରେ ପୁଣି ବାହାଚୁରା ହେଇ ଘରଦୁଆର କରନ୍ତି ବୋଲି ତାଙ୍କ ହୃଦୟଟା ମୁନିଆ। ଚକରା ଜାତିର ଲୋକେ ଖଟି ଖଟି ବଡ଼ଲୋକଙ୍କର ଛୁଆପିଲାଙ୍କୁ ଆରାମ ଅୟସରେ ରଖି ଦିନେବି ନିଜ କଥା ଭାବି ହିଂସା କରନ୍ତି ନାହିଁ ବୋଲି ତାଙ୍କ ହୃଦ୍ କୁନ୍ଥା, ଆଉ ବଡ଼ଲୋକଗୁଡ଼ାକ ଗରିବଙ୍କୁ ଶୋଷି ଶୋଷି ଆରାମ ଅୟସରେ ରହି ଦିନେହେଲେ ଗରିବଙ୍କ କଥା ଭାବନ୍ତି ନାହିଁ ବୋଲି ତାଙ୍କ ହୃଦ୍ ମୁନିଆ। ଗରିବ ହେଲେ ମୂର୍ଖ, ଏ ହେଲେ ଦୃଷ୍ଟି ମାର୍ଜିତ! ଚକରା ଜାତିର ଲୋକେ କାନ୍ଦନ୍ତି ନାହିଁ। କାହିଁକି ଜାଣ? କାରଣ ସେ ବଡ଼ଲୋକଙ୍କ ପାଖରେ ହାର ମାନିବାକୁ ଚାହାଁନ୍ତି ନାହିଁ। ତମେ ତାଙ୍କ ସବୁ ଅର୍ଜନଯାକ ଛଡ଼େଇ ନେଇ ତାଙ୍କୁ ଦାଣ୍ଡର ଭିକାରି କରି ବସେଇ ଦେଇ ଖାଇବାକୁ ନପାଇ, ପିଇବାକୁ ନପାଇ, ଓଷଦ ଟିକିଏ ପତି